ସେ ଖୋଜୁଛି ମଣିଷର ବଞ୍ଚି ରହିବାର ଧର୍ମ। ଏ ଧର୍ମ ସମସ୍ତଙ୍କର। ଏ ଧର୍ମ କଳ୍ପନା ଦିଦିର, ମାଖନ୍ ଚୌଧୁରୀଙ୍କର ଅଧ୍ୟାପକ ହେମକାନ୍ତଙ୍କର। ଏମିତି କେତେ କ'ଣ ଚିନ୍ତା କରି ଆହୁରି ଆଗକୁ ଆଗେଇ ଚାଲୁଛି ଚନ୍ଦ୍ରାବତୀ। ଚନ୍ଦ୍ରାବତୀର ଗତିକୁ ଅନେଇ ଇଙ୍ଗୀତ କରନ୍ତି ଅନେକ ମଣିଷ। ଏମାନେ ଭଦ୍ର, ଏମାନେ ଶିକ୍ଷିତ। ଏମାନେ ମଧ୍ୟ ଚାହାଁନ୍ତି ଚନ୍ଦ୍ରାବତୀକୁ ଜାଳି ଜାଳି ପାଉଁଶ କରିଦେବାକୁ। କିନ୍ତୁ.. ଶତାବ୍ଦୀର ଭଦ୍ରାମୀ ପଛାଇ ନିଏ ଏମାନଙ୍କୁ। ଏମାନେ ଆଖିର ଗ୍ରାହକ। ଏଇ ଆଖିରେ ନିଆଁ ଜାଳନ୍ତି। ଚନ୍ଦ୍ରାବତୀକୁ ନିମନ୍ତ୍ରଣ କରିବା ପାଇଁ ଏମାନଙ୍କର ସାହସ ହୁଏନାହିଁ, ଭୟାଳୁ ଏମାନେ। ସମାଜରେ ଲୁଚି ଛପି ରହି କେବଳ ଶିକାରୀ ବାଘ ଭଳି ବେଳ ଉଣ୍ଡି ଝାମ୍ପ ଦିଅନ୍ତି ଏମାନେ। ସମସ୍ତଙ୍କୁ ଦେଖି ଦେଖି ପରୀକ୍ଷା କରି କରି ପୁଣି ଆଗକୁ ଚାଲେ ଚନ୍ଦ୍ରାବତୀ। ଶତାବ୍ଦୀର ନଗ୍ନ ପ୍ରତିରୂପ ଚନ୍ଦ୍ରାବତୀ ସେଦିନ କଟକର ପିଚୁ ରାସ୍ତା ଉପରେ ଚାଲିଛି ଚନ୍ଦ୍ରାବତୀ ଆଖିରେ ଆଖିଏ ନିଦ ପେଟରେ ପେଟେ ଭୋକ, ଗୋଡ଼ ଆଉ ଆଗକୁ ଚଳୁନି। କେବଳ ଜୀବନା ମୋହ ହିଁ ତାକୁ ହାର ହାର ବୁଲାଇବାରେ ଲାଗିଛି। ପିଲ୍ଗ୍ରିମ୍ ହୋଟେଲ ଚନ୍ଦ୍ରାବତୀର ଗୋଡ଼ ଅଟକିଗଲା କେତେ ଜଣ ଶିଖ ଭଦ୍ରବ୍ୟକ୍ତି ନିଶ ମୋଡ଼ି ମୋଡ଼ି ବାହାରି ଆସୁଛନ୍ତି ହୋଟେଲ ଭିତରୁ-। ମାଂସ କୁର୍ମାର ତେଲଚିଟା ହୁଏତ ଛାଡ଼ିନାହିଁ ସେମାନଙ୍କ ମୁହଁରୁ। ରସାସିକ୍ତ ହୋଇଗଲା ଚନ୍ଦ୍ରାବତୀର ମୁଖମଣ୍ଡଳ। ହୋଟେଲର ପାଉଛରେ ଗୋଡ଼ ରଖି ଉପରକୁ ଉଠିଲା ଚନ୍ଦ୍ରାବତୀ ''କ'ଣ କିଛି ଖାଇବେ? '' ଉଦ୍ଦେଶ୍ୟପୂର୍ଣ୍ଣ ପ୍ରଶ୍ନ ଭିତରେ ନାଚିଉଠିଲା ହୋଟେଲ ମାଲିକ ବଳରାମ ମିଶ୍ରଙ୍କର ଚକ୍ଷୁ ଯୁଗଳ। ହସି ହସି ଚନ୍ଦ୍ରାବତୀ କହିଲା ''ହଁ, କିନ୍ତୁ ଖାଇଦେଇ ମୁଁ ଚାଲିଯିବାକୁ ଆସିନାହିଁ। ଆଠ ଦଶ ଦିନ ଆପଣଙ୍କ ଲଜିଂ ରୁମ୍ରେ ମୁଁ ରହିବି। ଇଣ୍ଡିଆ ଟାବ୍ଲେଟ୍ ଫ୍ୟାକ୍ଟାରୀର ଏଜେଣ୍ଟ୍ ମୁଁ। କଟକରୁ କାମସାରି ପୁଣି ମୁଁ ଫେରିଯିବି ସଦର କାର୍ଯ୍ୟାଳୟ କଲିକତାକୁ। '' ମିଛ କହି ଚନ୍ଦ୍ରାବତୀ ନିଜକୁ ମଧ୍ୟ ନିଜେ ବିଶ୍ୱାସ କରି ପାରୁ ନଥିଲା। ଏପରି ମିଛ କହିବା ଏଇ ମାତ୍ର ତା' ଜୀବନରେ ପ୍ରଥମ। ଆଜି ନୂଆ କରି ଚନ୍ଦ୍ରାବତୀ ବୁଝୁଛି ମିଛ କହିବା ମଧ୍ୟ ଜୀବନର ଏକ ଆବଶ୍ୟକତା। ଆଗ୍ରହରେ ଆସନ୍ତୁ ଆସନ୍ତୁ କହି ଉପରକୁ ଉଠିଗଲେ ମାଲିକ ବଳରାମ ମିଶ୍ର। ଚନ୍ଦ୍ରାବତୀକୁ ସେ ଅବିଶ୍ୱାସ କରୁ ନ ଥିଲେ। କାରଣ, ବଙ୍ଗାଳୀ ଝିଅଠାରୁ କୌଣସି ଗୁଣ କମ୍ ନ ଥିଲା ଚନ୍ଦ୍ରାବତୀର। ଏଇ କେତେଦିନ ଭିତରେ ବେଶ୍ ଅଭିନୟ ଚନ୍ଦ୍ରାବତୀ କରି ଶିଖିଛି। କାହା ନିକଟରେ କାନ୍ଦି ନିଜର ଅବସ୍ଥା କହିବ କାହା ନିକଟରେ ଆଖି ମାରି ମନ ନେବ କାହା ନିକଟରେ ନିଜର ବଡ଼ପଣିଆଁ ଦେଖାଇ କାମ ହାସଲ କରିବ ଏସବୁ ବିଦ୍ୟା ଖୁବ୍ଅଳ୍ପ ଦିନ ମଧ୍ୟରେ ହାସଲ କରି ପାରିଛି ଚନ୍ଦ୍ରାବତୀ। ବଳରାମ ମିଶ୍ର ବା ତା' ନିକଟରୁ ବଳେଇ ଯାଆନ୍ତେ କେମିତି? ଆଗ୍ରହରେ ଦୋ'ମହଲା ଉପରକୁ ଉଠିଗଲା ଚନ୍ଦ୍ରାବତୀ। ଗୋଟିଏ ଏକୁଟିଆ କୋଠରୀ ଦେଖାଇ ଦେଇ ବଳରାମ ମିଶ୍ର କହିଲେ-''ଏଇଟି ଆପଣଙ୍କ ପାଇଁ ଛାଡ଼ି ଦିଆଗଲା, ଯେତେ ଦିନ ଇଚ୍ଛା ରହନ୍ତୁ। ଦିନକୁ ଭଡ଼ା ମାତ୍ର ଛଅ ଟଙ୍କା। ଖାଇବା ପିଇବା ବାବଦ୍ ଆଉ ତିନି ଟଙ୍କା ଅଧିକ। '' ଚନ୍ଦ୍ରାବତୀ ରୁମ୍ଟିକୁ ଦେଖି ଦେଖି ମୁହଁ ବୁଲାଇ କହିଲା-''ବେଶ୍ ଶୀଘ୍ର ମିଲ୍ ପିଠାଇବାର ବନ୍ଦୋବସ୍ତ କରନ୍ତୁ। '' ବିଶ୍ୱସ୍ତ ଭୃତ୍ୟ ଭଳି ତଳକୁ ଓହ୍ଳାଇଗଲେ ବଳରାମ ମିଶ୍ର। ଚନ୍ଦ୍ରାବତୀ ପରି ଝିଅ ଯେ ପିଲ୍ଗ୍ରିମ ହୋଟେଲରେ ଆଜି ନୂଆ ରହୁଛନ୍ତି, ତା' ନୁହେଁ। ଏମିତି ଅନେକ ଝିଅ ଆସନ୍ତି ପୁଣି ଯାଆନ୍ତି। କିଏ ହୁଏତ କାହା ସହିତ ପଳାଇ ଆସି ହୋଟେଲରେ ଆଶ୍ରୟ ନିଏ। ଆଉ କିଏ ବିଭିନ୍ନ କମ୍ପାନୀର ଏଜେଣ୍ଟ ହୋଇ ହୋଟଲରେ ଆଶ୍ରୟ ନିଏ। କିନ୍ତୁ ସେମାନଙ୍କଠାରୁ ଯଥେଷ୍ଟ ସ୍ୱାତନ୍ତ୍ର୍ୟ ଥିଲା ଚନ୍ଦ୍ରାବତୀଠାରେ। ଆଖିରେ ଜ୍ୟୋତି ଥିଲା ଦେହରେ ମାଦକତା ଥିଲା ମୁଣ୍ଡରେ ମଧ୍ୟ ବୁଦ୍ଧି ଥିଲା। ତେଣୁ ମ୍ରିୟମାଣ ହୋଇ ପଡ଼ିଥିଲେ ବଳରାମ ମିଶ୍ର। କିଛିଦିନ ଶାନ୍ତିରେ ରହିଯିବା କଥା ଚିନ୍ତା କରି ଡନ୍ଲପ୍ଗଦିର ଖଟ ଉପରେ ଗଡ଼ି ପଡ଼ିଲା ଚନ୍ଦ୍ରାବତୀ। ମନର କେଉଁ ଆଦିମ ଯୁଗର କ୍ଲାନ୍ତି ଧୀରେ ଧୀରେ ଅପସରି ଯିବାକୁ ଲାଗିଲା।